ନାହିଁ ତା'ର ସେ ପୂର୍ବ ପରାକ୍ରମ। କେଉଁ ଏକ ଦୁର୍ଦ୍ଦମନୀୟ ସାହସରେ ନବାଗତ ଏକ ଷଣ୍ଢ ସହିତ ସେ ଲଢ଼େଇ କରି ବାହାରିଥିଲା କେଜାଣି ସେ ଲଢ଼େଇ ହେଲା ତା'ର କାଳ। ତା' ଇଲାକାରେ ଅନ୍ୟ କୌଣସି ଷଣ୍ଢର ପ୍ରବେଶ ତା' ପାଇଁ ହେଲା ଅସହ୍ୟ। ଲିଙ୍ଗରାଜଙ୍କ ଷଣ୍ଢଟି ସିଏ ତା' ସାଙ୍ଗରେ ଟକ୍କର ଦେବ-ଏମିତି ପୁଣି କିଏ ଅଛି? ଏଇ ଆତ୍ମ ବିଶ୍ୱାସ ଓ ଗର୍ବ ନେଇ ସେ ଲଢ଼େଇରେ ବାହାରି ଥିଲା; କିନ୍ତୁ ସେଇ ଲଢ଼େଇ ଆଣିଲା ତା' ଜୀବନରେ ଦୟନୀୟ ପରାଜୟ। ପରାଜୟଟା ବୋଧହୁଏ ଏମିତି ଅଚାନକ ଚାଲି ଆସେ ଆତ୍ମଗର୍ବୀ, ହିଂସୁକ ଦେହ ଜୋର୍ଦାର୍ ଜୀବନରେ। ଯୁଗଯୁଗଧରି ଯାହା ଘଟି ଆସିଛି, ସେଇ ସ୍ଵାଭାବିକ ଘଟିଲା ଲିଙ୍ଗରାଜଙ୍କ ଷଣ୍ଢ ଜୀବନରେ। ତା'ର ମୁନିଆ ଶିଙ୍ଗ ଯାହା ସମସ୍ତଙ୍କ ପକ୍ଷରେ ଥିଲା ଏ ଯାବତ୍ ଆତଙ୍କର କାରଣ, ଯାହାକୁ ନେଇ ସେ ତା'ର ଶକ୍ତି, ପରାକ୍ରମ ପ୍ରଦର୍ଶନ କରି ଆସୁଥିଲା ସେଦିନ ହଠାତ୍ ତନ୍ମଧ୍ୟରୁ ଗୋଟିଏ ଭାଙ୍ଗିଗଲା। ଆଉ ସେଇ ଭଙ୍ଗା ଶିଙ୍ଗଟା ପଚି ଏ ଅଞ୍ଚଳରେ ପ୍ରବହମାନ ନିର୍ମଳ ଶାନ୍ତ ବାୟୁକୁ ଦୂର୍ଗନ୍ଧମୟ କରି ଦେଲା। ସବୁଠୁଁ ବଡ଼ ଆଶ୍ଚର୍ଯ୍ୟକର ଘଟଣା ହେଲା ଯେଉଁମାନେ ଲିଙ୍ଗରାଜଙ୍କ ଭୟରେ ଷଣ୍ଢଟିର ଉପଦ୍ରବକୁ ନୀରବରେ ସହି ରହିଥିଲେ ସେଇମାନେ ହିଁ ଷଣ୍ଢଟା ଉପରେ ଆରମ୍ଭ କରିଦେଲେ ଆକ୍ରମଣ। ସତେ ଯେମିତି ଲିଙ୍ଗରାଜଙ୍କ ଭୟରେ ଯେତିକି ନୁହେଁ, ତା'ର ଶିଙ୍ଗ ଭୟରେ ଏମାନେ ଏତେ ଦିନ ଧରି ତା'ର ସବୁ ଉପଦ୍ରବକୁ ସହି ଆସିଥିଲେ। ତା'ପରେ ବାହାରୁ ଆସୁଥିବା ବା ଅନ୍ୟ ଯେଉଁ ଷଣ୍ଢମାନଙ୍କୁ ସେ ଏଥି ପୂର୍ବରୁ ଘଉଡ଼ାଇ ଦେଇଥିଲା ସେଇମାନେ ଆସି ଏବେ ପ୍ରଭୂତ୍ଵ ବିସ୍ତାର କରି ବସିଲେ ତା' ଇଲାକାରେ, ଆଉ ଲିଙ୍ଗରାଜଙ୍କର ଏଇ ଷଣ୍ଢଟି ପଚା ଶିଙ୍ଗ ଭିତରେ, ପୋକମାନଙ୍କର ଅହରହ ଦଂଶନର ଜ୍ୱାଳାରେ ଲୁହ ଛଳଛଳ ଆଖିରେ ଲିଙ୍ଗରାଜଙ୍କ ଆଡ଼େ ଚାହିଁ ରହୁଥିଲା-ହୁଏତ ଭାବୁଥିଲା, ସତରେ ଠାକୁରଙ୍କ ଇଲାକାରେ ଏବେ ଡେମୋକ୍ରେଟିକ୍ ହାଓ୍ଵା ବହିଲାଣି ନା କ'ଣ? ରହି ମୁନିବର ମୁଠିଏ ଦାନାକୁ ଚାହିଁ ବସିବ କାହିଁକି? 'ବିଷ୍ଣୁ ଦାସ ତା'ହେଲେ ଜ୍ୱାଇଁ ହେବାକୁ ମନା କଲା? ଖାଲି ସେତିକି ହୋଇଥିଲେ ଆଉ ଭାବିବାର କ'ଣ ଥିଲା? ଦୁଃଖୀନାନୀ କ'ଣ ଆଉ କେଉଁଠୁ ପାତ୍ରଟିଏ ପାଇ ନ ଥାନ୍ତା? ତା' ଝିଅ ତ ଅସୁନ୍ଦରୀ ନୁହେଁ, ଅଗୁଣର ନୁହେଁ। ହାତୀ ଦେବି, ଘୋଡ଼ା ଦେବି, କହି ଝିଅଟିକୁ ଭଣ୍ଡାଇ କୁଆଡ଼େ ନେଇ ଯାଇଛି ଯେ କ'ଣ ଯେ ହେଲା ପ୍ରଭୁ ଲିଙ୍ଗରାଜ ଜାଣନ୍ତି। ତାକୁ ପଚାରିଲେ ସେ କହିବନି? ତାକୁ ଏ କଥା ପଚାରିଲେ ସେ ତମକୁ ରଖିବ? ସେ ପରା ଶିବଙ୍କ ବେକର ସାପ। ଶିବଙ୍କ ଗଳାହାର। ଲୋକେ ତ କହୁଛନ୍ତି ଝିଅଟାର ବୟସ ଓ ଯୌବନକୁ ନେଇ ସେ କୁଆଡ଼େ ବେଉସା କରୁଥିଲା ଆଉ ନିଜର କାର୍ଯ୍ୟ ସାଧନ କରୁଥିଲା ତା'ରି ଜରିଆରେ। ସତେ? ଖାଲି କ'ଣ ସେତିକି? ଆଉ କିଏ କହୁଛି ନିରୀହା ଝିଅଟି ସହି ନପାରି ପ୍ରତିବାଦ କଲାରୁ ସେ କଂସେଇଟା କୁଆଡ଼େ ତାକୁ ଜୀବନରେ ମାରିଦେଇଛି। ପୋଲିସରେ ଖବର ଦେଉନା? ପୋଲିସ ତା'ର କ'ଣ କରିବ? ସେତେବେଳକୁ ଦୁଃଖୀନାନୀର କଣ୍ଠଟା ଆହୁରି ତେଜି ଉଠିଥିଲା। ଲୋକମାନଙ୍କ ଗୁଞ୍ଜରଣ ଓ କୋଳାହଳ ଭିତରେ ବି ସ୍ପଷ୍ଟ ଶୁଭୁଥିଲା-ମରିବୁରେ ରଇଜଳା, ମରିବୁ। ଲିଙ୍ଗରାଜଙ୍କ ଷଣ୍ଢ ପରି ମରିବୁ। ତୁ ମୋ' ଘରେ ନିଆଁ ଲଗେଇଛୁ ନା।